ସଂଘର୍ଷ ଅନିବାର୍ଯ୍ୟ ଓ ଏହାର ଫଳାଫଳ ନିର୍ଭର କରିବ ସାଧାରଣ ଜନତାର କର୍ତ୍ତବ୍ୟଜ୍ଞାନ ଉପରେ। ଗୁରୁବାର ଉପରେ ରାଜନୀତି କ୍ଷେତ୍ରରେ ଗଣ୍ଡଗୋଳ ଓ ତଳେ ହିଂସାତ୍ମକ କାର୍ଯ୍ୟକ୍ରମର ପ୍ରଚାର ଏଥିରେ ସାଧାରଣ ଲୋକ ଜଣେ କଅଣ କରିବ, ଏ ପ୍ରଶ୍ନ ଅନେକଙ୍କ ମନରେ ଉଠୁଥିବ। ବାସ୍ତବିକ ଏ ଏକ ସଂକଟର ସମୟ। ସ୍ୱାଧୀନତା ପରେ ପରେ ବିରାଟ ଯୋଜନାମାନ ଆରମ୍ଭ କରାହୋଇ ଦେଶରେ ଏକ ଧାରଣା ଓ ବିଶ୍ୱାସ ସୃଷ୍ଟିକରି ଦିଆହେଲା ଯେ ସବୁ ହୋଇଗଲା- ଆଉ ପରିଶ୍ରମ ଓ କଷ୍ଟ ସହିବାର ଦରକାର ନାହିଁ, କେବଳ ଆରାମରେ ରହିବାକୁ ହେବ। ଆୟକୁ ନ ଚାହିଁ ବ୍ୟୟ ସମସ୍ତେ ବଢ଼ାଇବାରେ ଲାଗିଲେ। ଉପର ଶ୍ରେଣୀର ଲୋକଙ୍କ ପ୍ରଧାନ ଆୟ ହେଲା, ଯୋଜନାବାବଦ ଯେଉଁ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି, ସେଥିରୁ ଯେତେଦୂର ହୋଇପାରେ ନିଜସ୍ୱ କରିବା। ଏମାନେ ଏହିପରି ଭାବରେ ଯୋଜନାରୁ ଆୟକରି ଯେପରି ଚଳିଲେ, ସେଥିରେ ଜିନିଷପତ୍ର କାରବାର ହୋଇ ବ୍ୟବସାୟପତ୍ର ଭଲ ଚାଲିଲା। ସେ ସୂତ୍ରରେ ମଧ୍ୟ ବ୍ୟବସାୟୀମାନେ ଲାଭବାନ ହେଲେ; କିନ୍ତୁ ଯେଉଁମାନଙ୍କ ପାଇଁ ଯୋଜନା ହୋଇଥିଲା, ସେମାନେ ଶୂନ୍ୟକୁ ଅନାଇଁ ରହିଗଲେ। ଅଥଚ ଆଶାରେ ଖର୍ଚ୍ଚ ବଢ଼ାଇ ଦେଇ ସାରିଛନ୍ତି। ''ବସି ଖାଇଲେ ନଈବାଲି ସରେ। '' ପରିଶ୍ରମ ନ କରି ଯୋଜନା ଟଙ୍କାକୁ ଖର୍ଚ୍ଚ କରିବା ଫଳରେ ଯୋଜନା ଟଙ୍କା ମଧ୍ୟ ସରିଲା। ଯେଉଁମାନେ ଯୋଜନା ଟଙ୍କାକୁ ନିଜସ୍ୱ କରୁଥିଲେ, ସେମାନେ ପାଟିକରୁଛନ୍ତି ଯୋଜନା କାହିଁକି ବନ୍ଦହେଲା। ଯେଉଁମାନେ ବ୍ୟବସାୟୀ ସେମାନେ ପାଟିକରୁଛନ୍ତି ସେମାନଙ୍କ କାରବାର ମାନ୍ଦା। ସାଧାରଣ ଲୋକେ ଉପରେ ଦିନଦିପହର ଖରା ଓ ତଳେ ତତଲା ନଈବାଲି ଏହି ଅବସ୍ଥାରେ ପଡ଼ିଛନ୍ତି। ପାଠପଢ଼ି ଜୀବିକା ଅର୍ଜ୍ଜନ କରିବାର ଆଶା ଲୋପ ପାଇବାକୁ ବସିଲାଣି। ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକେ ଆସି ଉପାସରେ ରହିବା ଅବସ୍ଥାରେ ପହଞ୍ଚିଲେଣି। ମେଟ୍ରିକ୍ୟୁଲେସନ ପାସଠାରୁ ଆରମ୍ଭ କରି ଏମ: ଏ; ଇଂଜିନିଅରିଙ୍ଗ ପର୍ଯ୍ୟନ୍ତ ଏପରି ଦୂରବସ୍ଥାର ସମ୍ମୁଖୀନ ହୋଇଛନ୍ତି ଯେ ସେଥିରେ କେହି କଅଣ କେଉଁଠି କି ରାଜନୀତି ଚାଲିଛି ସେ ଖବର ସୁଦ୍ଧା ରଖିବା ପାଇଁ ସେମାନଙ୍କର ସ୍ପୃହା ନାହିଁ। ଏମାନଙ୍କ ପାଇଁ ରାଜନୀତି କହିଲେ ବୁଝାଏ ଜୀବିକା ଅର୍ଜ୍ଜନର ବ୍ୟବସ୍ଥା-। ପୂର୍ବେ ଯେପରି ବଡ଼ ବଡ଼ କଥା କୁହା ହେଉଥିଲା। ଶହଶହ କୋଟିର ଯୋଜନା ସେସବୁ ଆଜି ବାହାପିଆ କଥା ବୋଲି ଲୋକେ ବୁଝିଲେଣି। ଏହି ଦୂରବସ୍ଥାରେ ଯେ ଗାଡ଼ି ଅଟକିଛି, ସେଥିରୁ ତାକୁ ଠେଲି ବାହାର କରିଦେବାକୁ ହେବ। ଏହା କରିପାରିବ ନୂତନ ନେତୃତ୍ୱ ଓ ନୂତନ କର୍ମପ୍ରେରଣା। ମାରପେଞ୍ଚ କରି ସତରଞ୍ଜ ଖେଳରେ ଗୋଟି ଚଳାଇ ଯେଉଁମାନେ ରାଜନୀତିରେ କିସ୍ତିମାତ୍ ଏକ ସମୟରେ କରିଥିଲେ, ସେମାନେ ପୁଣି ସେହି ଖେଳରେ ଲାଗିଛନ୍ତି-। ସେମାନଙ୍କୁ। ଠେଲି ବାହାର ନ କରିଦେଲେ ନୂତନ ଅବସ୍ଥା ସୃଷ୍ଟି କରିବା ସମ୍ଭବ ନୁହେଁ। ନୂତନ ଅବସ୍ଥାର ରୂପରେଖ କଅଣ ହେବ, ତାହା ନିର୍ଭର କରିବ ନୂତନ ନେତୃତ୍ୱ ଉପରେ। ସେ ନୂତନ ନେତୃତ୍ୱର ସ୍ୱରୂପ କଅଣ ଏହା ମଧ୍ୟ ଜଣାନାହିଁ; କିନ୍ତୁ ଏତିକି ସ୍ପଷ୍ଟ ଯେ ବର୍ତ୍ତମାନ ଅବସ୍ଥାର ପରିବର୍ତ୍ତନ ଆବଶ୍ୟକ। ସେହି ଦୃଷ୍ଟିରେ ରାଜନୀତି କ୍ଷେତ୍ରରେ ଯେଉଁ ସଂଘର୍ଷ ବର୍ତ୍ତମାନ ଚାଲିଛି ତାହା ଜନସାଧାଣଙ୍କ ପକ୍ଷରୁ ଅଭିନନ୍ଦନୀୟ। ଏହି ସଂଘର୍ଷ ସମୟରେ ଏକ କୌତୂହଳଜନକ ମନୋବୃତ୍ତି ପ୍ରତି ସଜାଗ ରହିବାକୁ ହେବ। ସେ ମନୋବୃତ୍ତିଟି ଥରେ ବିଲାତର ଶ୍ରମଜୀବୀ ଦଳର ବାମପନ୍ଥୀ ନେତା ବେଉନ୍ ଦିଲ୍ଲୀରେ କହିଥିଲେ। ସେ କହିଥିଲେ ଯେ ବାମପନ୍ଥୀମାନେ ଯାହା